ମୁଁ ଯାହା ଅନୁମାନ କରୁଛି, ଏହା ଆବମ ଉପଗ୍ରହଠାରୁ ପ୍ରାୟ ସାଢ଼େ ତିନି ଲକ୍ଷ ମାଇଲ ଦୂରରେ ଯା-ଆସ କରୁଛି। ମୋର ଯାହା ଅନୁମାନ, ଏହା କୌଣସି ଗ୍ରହରୁ ଅନ୍ୟ ଗ୍ରହକୁ ଯା-ଆସ କରୁଥିବା ମହାଶୂନ୍ୟ ବୋଇତ ଛଡ଼ା ଅନ୍ୟ କିଛି ନୁହେଁ। '' ଡିରେକ୍ଟର ଆଲେସ୍କିଙ୍କ ବକ୍ତବ୍ୟ ଶେଷ ହେବା ପରେ ବୈଜ୍ଞାନିକ ଗୋଲେଭସ୍କି ଉଠି ଠିଆହୋଇ କହିଲେ, 'ଡିରେକ୍ଟର ଆଲେସ୍କି ଓ ଜ୍ୟୋତିର୍ବିତ୍ ଭିନୋଗ୍ରେଡ଼ୋଭ୍ ମହାଶୂନ୍ୟ ମଧ୍ୟରେ ଯାହା ଆବିଷ୍କାର କରିଛନ୍ତି, ତାହା ଯଦି ସତ ହୋଇଥାଏ ତେବେ ଆମକୁ ନିଶ୍ଚିତ ଭାବେ ଧରିନେବାକୁ ପଡ଼ିବ ଯେ, ଏହି ମହାଶୂନ୍ୟ ମଧ୍ୟରେ ଗୋଟିଏ ଗ୍ରହରୁ ଅନ୍ୟ ଗ୍ରହକୁ ଯିବାପାଇଁ ନିର୍ଦ୍ଦିଷ୍ଟ ପଥ ଓ ବିପରୀତ ଭାବେ ଯା-ଆସ କରୁଥିବା ଯାନ ଅଛି। ଏହି ପର୍ଯ୍ୟବେକ୍ଷଣରୁ ଆମକୁ ଧରିନେବାକୁ ପଡ଼ିବ ଯେ ଅନ୍ତର୍ଗହ ଭ୍ରମଣରେ ଆମେ ଚେଷ୍ଟା କରି ସଫଳ ହେବା ପୂର୍ବରୁ ଏହି ବିଶ୍ୱର ଅନ୍ୟ କୌଣସି ଗ୍ରହର ଅଧିବାସୀମାନେ ଏ ଦିଗରେ କୃତକାର୍ଯ୍ୟ ହୋଇ ସାରିଲେଣି। '' ଗୋଲେଭସ୍କିଙ୍କ ପରେ ବୈଜ୍ଞାନିକ କୁଜ୍ମିନ୍ ଠିଆହୋଇ କହିଲେ, ''ଆମେ ଏ ଦିଗରେ ଆଉ ଅଧିକ କାମ କରିବା ପୂର୍ବରୁ ଆମକୁ ଡିରେକ୍ଟର ଆଲେସ୍କି ଓ ବୈଜ୍ଞାନିକ ଭିନୋଗ୍ରେଡ଼ୋଭ୍ ନିଶ୍ଚିତ ଭାବରେ କହିପାରିବେ କି ସେମାନେ ଯାହା ଦେଖିଛନ୍ତି ତାହା ସେମାନଙ୍କର ଦୃଷ୍ଟିଭ୍ରମ ନୁହେଁ-? '' ହଠାତ୍ ମିସ୍ ଲେନା ଉଠି ଠିଆହୋଇ ପ୍ରତିବାଦ କହି କହିଲେ, ''ଜ୍ୟୋତିର୍ବିତ୍ କୁଜ୍ମିନ୍ ଯାହା କହୁଛନ୍ତି, ତାହା ନିହାତି ଅସଙ୍ଗତ ଓ ପିଲାଳିଆ। ଡିରେକ୍ଟର ଆଲେସ୍କି ଓ ଜ୍ୟୋତିର୍ବିତ୍ ଭିନୋଗ୍ରେଡ଼ୋଭ୍ ଯାହା ଦେଖିଛନ୍ତି, ତାହାକୁ ଅବିଶ୍ୱାସ କରିବା ଆମର ଉଚିତ ନୁହେଁ। ସେମାନଙ୍କ ପର୍ଯ୍ୟବେକ୍ଷଣକୁ ସତ୍ୟ ବୋଲି ଧରିନେଇ ସେ ଦିଗରେ ଆହୁରି ଅଧିକ ଗବେଷଣା କରିବା ଉଚିତ। ତା' ନହେଲେ ପ୍ରକୃତପକ୍ଷେ ବିଜ୍ଞାନର ପ୍ରଗତିରେ ନାନା ବାଧା ଉପୁଜିବ ଓ ଉପଯୁକ୍ତ ସତ୍ୟାନୁସନ୍ଧାନରେ ଆମେ ଆଗେଇ ପାରିବା ନାହିଁ। ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି, ଜ୍ୟୋତିର୍ବିତ୍ କୁଜ୍ମିନ୍ଙ୍କ ଭଳି ଅଭିଜ୍ଞ ବୈଜ୍ଞାନିକ ଏଭଳି ଅବାନ୍ତର ପ୍ରଶ୍ନ ପଚାରି ପ୍ରକୃତ ସମସ୍ୟାଠାରୁ କିପରି ଦୂରେଇ ଯିବାକୁ ଚାହୁଁଛନ୍ତି। ବୈଜ୍ଞାନିକ କୁଜ୍ମିନ୍ଙ୍କ ସେହି ପ୍ରଶ୍ନର ଉତ୍ତର ଆପଣମାନେ ଡକ୍ଟର ଆଲେସ୍କିଙ୍କ ଦ୍ୱାରା ଉଠାହୋଇଥିବା ଚଳଚ୍ଚିତ୍ରରୁ ପାଇ ପାରିବେ। ଆପଣମାନେ ଏହି ଚଳଚ୍ଚିତ୍ର ଦେଖି ସାରିଲେ ଅନୁଭବ କରିପାରିବେ କୁଜ୍ମିନ୍ଙ୍କ ପ୍ରଶ୍ନ କିପରି ଅବାନ୍ତର! ଆପଣମାନେ ଏହି ଚଳଚ୍ଚିତ୍ରର ଲକ୍ଷ୍ୟ କରନ୍ତୁ ମହାଶୂନ୍ୟ ବୋଇତର ଆକାର ଓ ଗତିବିଧି ଆଦି। '' ଲେନା ସଙ୍ଗେ ସଙ୍ଗେ ଚଳଚ୍ଚିତ୍ରର ପ୍ରଦର୍ଶନ ଆରମ୍ଭ କରିବା ପାଇଁ ଆଦେଶ ଦେଲେ। ଉପସ୍ଥିତ ବୈଜ୍ଞାନିକମାନେ ମହାଶୂନ୍ୟରେ ସେହି ବୋଇତର ଯା' ଆସ ଦେଖି ସ୍ତମ୍ଭୀଭୂତ ହୋଇପଡ଼ିଲେ। ନାନା ଆଲୋଚନା ଓ ସମାଲୋଚନା ପରେ ସିନ୍ଧାନ୍ତ ଗୃହୀତ ହେଲା ଯେ, ଉପଗଗ୍ରହର ତିନୋଟିଯାକ ପର୍ଯ୍ୟବେକ୍ଷଣାଗାରରୁ ଏକ ସମୟରେ ମହାଶୂନ୍ୟର ଏହି ଅଂଶ ଉପରେ ଦୃଷ୍ଟି ରଖିବାକୁ ହେବ। କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରରେ ମିସ୍ ଲେନା, ପ୍ରଥମେ ପର୍ଯ୍ୟବେକ୍ଷଣାଗାରରୁ ଡକ୍ଟର ଭିନୋଗ୍ରେଡ଼ୋଭ୍ ଓ ଦ୍ୱିତୀୟ ପର୍ଯ୍ୟବେକ୍ଷଣାଗାରରେ ବୈଜ୍ଞାନିକ। କୁରାକେହି ଏ ଦିଗରେ ଗବେଷଣା ଆରମ୍ଭ କରିବେ। ଏହି ତିନୋଟି ପର୍ଯ୍ୟବେକ୍ଷଣାଗାରର ପର୍ଯ୍ୟବେକ୍ଷଣ ଫଳ ପ୍ରତିଦିନ ଡିରେକ୍ଟର ଆଲେସ୍କିଙ୍କୁ ଜଣାଇ ଦିଆଯାଉଥିବ। ପନ୍ଦର ଦିନ ପରେ ପୁଣି ଆଉ ଥରେ ଏହି ସଭା ବସି ପର୍ଯ୍ୟବେକ୍ଷଣ ଫଳଗୁଡ଼ିକୁ ଆଲୋଚନା କରି ପ୍ରକୃତ ସିଦ୍ଧାନ୍ତରେ ପହଞ୍ଚିବାକୁ ଚେଷ୍ଟା କରାଯିବ। ''ଆପଣ ବିଶ୍ୱାସ କରନ୍ତୁ. ଡକ୍ଟର ପାଲାଭିନ୍, ମୁଁ ଯାହା କହୁଛି ତାହା ପୂରାପୂରି ସତ। ଗତ